ସେ ଆଲେସ୍କିଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ତାର ବନ୍ଧୁମାନଙ୍କୁ କହିଲା, ''ଏ ହେଉଛନ୍ତି ମୋର ବନ୍ଧୁ ଆଲେସ୍କି ମେଡ଼ୋଭସ୍କି, ଆମର ସୁବିଖ୍ୟାତ ଲେନିନ୍ ମାନମନ୍ଦିରର ସହକାରୀ ଡିରେକ୍ଟର। '' ସେ ପୁଣି ବନ୍ଧୁମାନଙ୍କ ଆଡ଼କୁ ଲକ୍ଷ୍ୟକରି କହିଲା,''ଏ ହେଉଛି ମୋର ବନ୍ଧୁ ଫ୍ଲୋରା, ସେ ମେରିଆ, ସେ ଶାଟ୍ରୋଭ, ସେ ଜୋରକିନ୍। ଆମେ ସମସ୍ତେ ଅଧ୍ୟାପକ ଲାଗୋଡ଼େଙ୍କୋଙ୍କ ଅଧୀନରେ ଗବେଷଣା କରୁ। ଆମେ ବର୍ତ୍ତମାନ ଗବେଷଣାଗାରରୁ ଫେରୁଛୁଁ; ଏହିଠାରୁ ଅଲଗା ଅଲଗା ହୋଇ ଘରକୁ ଯିବୁ। '' ମେରିନା ଏତକ ଶେଷ କରିଛି କି ନାହିଁ, ହଠାତ୍ ସୋକୋଲନିନି ଷ୍ଟେସନକୁ ଯିବା ପାଇଁ ଟ୍ରେନ ଆସିଗଲା। ତରତର ହୋଇ ମେରିନାର ବନ୍ଧୁମାନେ ତାକୁ ଛାଡ଼ି ଟ୍ରେନ ଧରିବାପାଇଁ ବାହାରିଗଲେ। ଯିବାବେଳେ ମେରିଆ ଆଲେସ୍କିଠାରୁ ବିଦାୟ ନେଇ କହିଲା, ''ଆମେ ଆପଣଙ୍କୁ ଭେଟି ଖୁବ୍ଖୁସି ହେଲୁ ଡକ୍ଟର! ଆପଣ ବୋଧହୁଏ କିଛିଦିନ ପାଇଁ ଏଠାରେ ନିଶ୍ଚୟ ରହୁଛନ୍ତି। ଆପଣ ଯଦି ଦୟାକରି ଆମ ଗବେଷଣାଗାର ଆଡ଼କୁ ଆସନ୍ତି, ତେବେ ଆମେ ଖୁବ୍ଖୁସି ହୁଅନ୍ତୁ। ହେଉ, ଯାଉଛୁଁ ଆମେ, କିନ୍ତୁ ଆମ ସୁକୁମାରୀ ବନ୍ଧୁଟି ଆପଣଙ୍କୁ ଲାଗିଲା। '' ହସି ହସି ତା'ର ମନମତାଣିଆ ଆଖିକୁ ନଚାଇ ମେରିଆ ଅନ୍ୟ ସଙ୍ଗୀମାନଙ୍କୁ ଧରି ଗାଡ଼ି ଧରିବା ପାଇଁ ଚାଲିଗଲା। ଗଲାବେଳେ ମେରିନା ଆଡ଼କୁ ଅନାଇ କହିଦେଇ ଗଲା-''ଆମେ ଯାଉଛୁ ମେରିନା ତୁ ତୋ ବନ୍ଧୁଙ୍କ ନିକଟରେ ଥା'। କାଲି ଗବେଷଣାଗାରକୁ। ବନ୍ଧୁକୁ ଆଣିବାକୁ ଯେପରି ନ ଭୁଲୁ। ଭୟ କରିବୁ ନାହିଁ ତୁ, ଆମେ ଭାଗ ପଡ଼ିବୁ ନାହିଁ ତୋ ସାଥିରେ। '' ଗଲାବେଳେ ଫ୍ଲୋରା ମେରିନାକୁ କଣେଇ କଣେଇ ଅନାଇ କ'ଣ କହିବାକୁ ଯାଉଥିଲା, କହି ପାରିଲାନି। ମେରିଆ ତା'ର ହାତ ଟାଣି ନେଇଗଲା। ମେରିନା ଓ ଆଲେସ୍କି ଦୁହେଁ ସେମାନଙ୍କ ଚାଲିଯାଉଥିବା ଗତିପଥ ଆଡ଼କୁ ଅନାଇ ରହିଲେ। ମେରିନା, ଫ୍ଲୋରା ଓ ମେରିଆ ଆଡ଼କୁ ଅଙ୍ଗୁଳି ଦେଖାଇ କହିଲା,''ଏ ଝିଅ ଦିହେଁ କମ୍ଦୁଷ୍ଟ ନୁହନ୍ତି ଆଲେସ୍କି! ସେମାନେ କଥା କହିଲାବେଳେ ସେମାନଙ୍କ ଆଖି ମୁହଁ କିପରି ଏକ ସଙ୍ଗରେ କଥାବାର୍ତ୍ତା କରେ ଦେଖିଲ ତ? ଆଜିର ଏଇ ଘଟଣାକୁ ବଢ଼ାଇ ସେମାନେ କାଲି କେତେ ବଡ଼ କରି ଇନ୍ଷ୍ଟିଚିଉଟ୍ରେ ଯେ ପ୍ରଚାର କରିବେ ତା'ର ଇୟତ୍ତା ନାହିଁ। '' ଅନ୍ୟମନସ୍କ ଭାବରେ ଆଲେସ୍କି ଉତ୍ତର ଦେଲେ-''ହଁ, ସବୁ ଝିଅଗୁଡ଼ାକ ଏକାଭଳି। କେହି କାହାରିକି ଊଣା ନୁହଁନ୍ତି। '' ଆଲେସ୍କିଙ୍କର ଉତ୍ତରରେ ମେରିନା ଟିକିଏ ରାଗିଯାଇ କହିଲା–''ହୁଁ? ଆଉ ପୁରୁଷଗୁଡ଼ାକ? କାହାରିକୁ କିଛି ନ କହି ସବୁ କାମ ଚୁପ୍ଚାପ୍ କରି ଯାଉଥିବେ। କୁହ ତ, ତମେ ଘରକୁ ଆସିଚ; ଅଥଚ ମୋତେ ଟିକିଏ ବି ଜଣାଇ ନାହଁ। '' ''ଏଇ ଜଣାଇବାକୁ ତ ଯାଉଛି। ମୁଁ ତ କାଲି ଘରକୁ ଆସିଲି; ଆଜି ତୁମ ଘରକୁ ବାହାରିଛି। ଆଉ ଏ ଭିତରେ ମୋର ଦୋଷ ରହିଗଲା କେଉଁଠି? '' ଇତି ମଧ୍ୟରେ ମେରିନାର ଘର ଆଡ଼କୁ ଯିବାପାଇଁ ଟ୍ରେନ୍ ଆସିଯିବାରୁ ସେମାନେ କାଳବିଳମ୍ୱ ନ କରି ଗାଡ଼ିରେ ଚଢ଼ିଗଲେ। ''ବାପା, ବାପା'' କହି ମେରିନା ନିଜ ଘର ଭିତରକୁ ପଶିଗଲା। ଆନନ୍ଦରେ ମନ ଏତେ ଉଡ଼ୁଛି ଯେ, ଗୋଡ଼ ଯେପରି ସତେ ତଳେ ଲାଗୁନି ତାର। ଆଲେସ୍କିଙ୍କୁ ପଛରେ ପକାଇ ସେ ପଶିଆସିଲା ପିତାଙ୍କ ବୈଠକଖାନାକୁ ଜଣାଇବା ପାଇଁ। ବୈଠକଖାନାର ଆରପାଖ ଘରୁ ଚାଲିଆସିଲେ ମେରିନାର ମାତା, ହାତରେ ଗର୍କିଙ୍କର ଖଣ୍ଡେ ଉପନ୍ୟାସ 'ଫୋମାଇଡ଼୍ ୟେଭ୍' ଧରି। 'ମା